ନିଜ ଆଥିରେ ଲୁହ ଆଣି ବାପା ବୋଉଙ୍କ ଆଖିରୁ କାହିଁକି ଲୁହ ବୁହାଇବ। ସେ ଠିକ୍ କଲା ତା'ର ଜୀବନର ଗତି ବଦଳାଇ ଦେବ। ଜୀବନର ଗତି ବଦଳି ଗଲା ତା'ର। ନୀହାର ଚାଲି ଯିବାର କେତେ ଦିନ ପର୍ଯ୍ୟନ୍ତ ବାର ଲୋକଙ୍କର ବାର କଥା ଲାଗି ସେ ଘରୁ ବାହାରିପାରୁ ନଥିଲା। କେତେ ଅପବାଦ ନିନ୍ଦା ଓ କୁତ୍ସିତ ଝଡ଼ ତା'ର ଛୋଟ ମୁଣ୍ତଟି ଉପରେ ବହିଗଲା। ଝଡ଼ ଆସିଲା ଆଉ ଚାଲିଗଲା। ସେ ପୁଣି ପୂର୍ବପରି ରାସ୍ତାରେ ଚାଲିବାକୁ ଆରମ୍ଭ କଲା। ତା'ର ଚାରି ପଟେ ସେମିତି ଅନେକ ସଖ୍ୟକାମୀ ବନ୍ଧୁ ଭିଡ଼ ଜମାଇଲେ। ସେତେବେଳେ ନୀହାର ଥିଲା-ତା' ପାଖରେ ଆଉ କେହି ପଶିବାକୁ ସାହସ କରୁନଥିଲେ। କିନ୍ତୁ ନୀହାରର ଅନୁପସ୍ଥିତିରେ ସମସ୍ତେ ଚାହିଁଲେ ସେଇ ଶୂନ୍ୟସ୍ଥାନ ପୂରଣ କରିବାକୁ। କେତେ ରୂପରେ କେତେ ଭଳିରେ ପତଙ୍ଗ ଆସିଲେ-ନିଆଁର ସୁନ୍ଦର ଶିଖାରେ ଲୁବ୍ଧ ହୋଇ; ଆରମ୍ଭ କଲେ ତାରି ଚାରିପାଖରେ ମନୋମୃଗ୍ଧକର ନୃତ୍ୟ। ନିଆଁ ଜଳିଲା-ଆହୁରି ଜଳିଲା। ପ୍ରଶଂସା ମୁଖର ପତଙ୍ଗମାନଙ୍କର ସ୍ତୁତି, ଗାନ ଓ ବନ୍ଦନାରେ ନିଆଁର ଶିଖା ଉଚ୍ଚକୁ ଉଠିଲା-। ଆହୁରି ଉଚ୍ଚକୁ। ଛାତି ଫୁଲେଇ, ଗର୍ବ ଓ ଅଭିମାନରେ ନିଆଁ ଜଳିଲା। ରୂପର ନିଆଁ; ଯୌବନର ନିଆଁ। ଆପଣାକୁ ଜାଳି ସେ ନିଆଁ ଜଳିଲା। ନିଜର ଅତୀତକୁ ଜାଳିବାକୁ ଲାଗିଲେ ସାଗରୀକା-। ସୁଖ ପାଇଁ, ଆନନ୍ଦ ପାଇଁ, ହସ ପାଇଁ ସେ ବର୍ତ୍ତମାନକୁ ତା'ର ସର୍ବସ୍ୱ କରି ଗ୍ରହଣ କରିନେଲା-। ତା'ର ଏହି ଆନନ୍ଦ ଆଉ ସୁଖଲାଭ ପିପାସାର ସର୍ବଗ୍ରାସୀ-ଅଗ୍ନିଶିଖା ମଧ୍ୟରେ ସେ ନିଜକୁ, ନିଜର ଅତୀତକୁ ଆଉ ନୀହାରକୁ ଅତି ନିଷ୍କରୁଣ ଭାବରେ ଜାଳିବାକୁ ଆରମ୍ଭ କରିଦେଲା। ସେଇ ଜ୍ୱଳନ ଭିତରେ ସେ ଖୋଜିଲା ଆନନ୍ଦ, ଶାନ୍ତି, ତୃପ୍ତି ଓ ସୁଖ। ବର୍ତ୍ତମାନର ଦୀପ୍ତିରେ ମୁଗ୍ଧ ହୋଇ ଅତୀତକୁ ଅନ୍ଧକାର ଭିତରେ ଫିଙ୍ଗିଦେଲା। ନୀହାରର ଶୂନ୍ୟସ୍ଥାନ ପୂରଣ କଲେ ଅନେକ। ଅନେକ ପୁରୁଷ ଆସିଲେ। ସେ ସମସ୍ତଙ୍କର ସାନ୍ନିଧ୍ୟରେ, ସାଗରୀକା ଅତୀତକୁ ଭୁଲିବାକୁ ବସିଲା। ସେମାନେ ତା'ର କେତେ ପ୍ରଶଂସା ଗାନ କଲେ; ତାରି ଛୋଟ ଜୀବନର ଅନ୍ଧକାର ଭିତରୁ କେତେ ଅଦ୍ଭୁତ ତଥ୍ୟ ଆବିଷ୍କାର କରି ତାକୁ ଜଣାଇ ଦେଲେ। ସେଥିରେ ସେ ମୁଗ୍ଧ ହେଲା-ଲୁବ୍ଧ ହେଲା-ପାଗଳିନୀ ହେଲା। ଆସ୍ତେ ଆସ୍ତେ ସେ ସବୁକୁ ଭୁଲିବାକୁ ଲାଗିଲା। ଯେମିତି ମଦ-ନିଶାରେ ମଦ୍ୟପ ସବୁ ଭୁଲିଯାଏ-ତା'ର ଦୁଃଖ, ତା'ର ଲକ୍ଷ୍ୟ ତା'ର ଜୀବନ ସବୁ। ବସନ୍ତର ଚମ୍ପା ପରି ଫୁଟିଛି ତରୁଣୀ। ତା'ର ସୌରଭର ସୁରା-ଗନ୍ଧରେ କେତେ ଉପବନରୁ କେତେ ଅଳି ଆସିଲେ। ରୂପ-ବିଳାସୀଙ୍କର ପ୍ରଶସ୍ତି ଗାନରେ ସେ ମୁଗ୍ଧ ହେଲା; ଲୁବ୍ଧ ହେଲା। ତା'ର ଗୋପନ ଅନ୍ତରରେ ପୁଲକର ଢେଉ ଉଠିଲା। ରୂପର ଗର୍ବରେ ପ୍ରେମର ସ୍ପର୍ଶରେ ସେ ହସିଲା; ମୃଦୁ-ମନ୍ଦ ହସ। ତା'ର କୁଞ୍ଜବନରେ ଅଗଣିତ କଣ୍ଠର ମଞ୍ଜୁ ଧ୍ୱନି। କିଏ ତା'ର ବେକରେ ମାଳା ଲମ୍ୱାଇ ଦେଲା-କିଏ ତା'ର। ଗଣ୍ତରେ ଚୁମ୍ୱନର ରକ୍ତଛଟା ଆଙ୍କିଦେଲା। ସମସ୍ତଙ୍କର ସ୍ପର୍ଶରେ ବସନ୍ତର ଫୁଟନ୍ତ ଚମ୍ପା, ହସିଲା, ଲୋଟିଲା ଆଉ ମଳୟ ପବନରେ ଖାଲି ଉଡ଼ି ବୁଲିଲା। ସେ ଭୁଲିଗଲା ଶ୍ରାବଣର ଅମାରାତି ଅଛି, ଦୁଃଖ ଅଛି। ତା'ର ପ୍ରକୃତ ପ୍ରେମିକ ଅଛି। ଯେ କି ବସନ୍ତର ବାସନ୍ତୀ ବେଳାରେ; ଶତ ମଧୁପ ମେଳରେ ଆସେନା। ଜୀବନର ସୁଖ ବିଳାସ ସରିଗଲେ ଦୁଃଖର ଅମାଘୋର ଅନ୍ଧକାରରେ ସେ ଆସେ। ଜ୍ୟୋତ୍ସ୍ନା ରଜନୀରେ ଅନ୍ୟର ମାଳା କଣ୍ଠରେ ପିନ୍ଧି ସୁଖରେ କାଳ କାଟିଲାବେଳେ ସେ ଆସେନା। ସେ ଦୁଃଖିନୀର ବନ୍ଧୁ, ପ୍ରିୟ ଓ ପ୍ରେମିକ। ରୂପର-ଆରତୀ ଲିଭିଗଲେ, ଯୌବନର ଅଗଣିତ ମଧୁବ୍ରତ ବିଦାୟ ନେଲେ; ଘନ-ତିମିର କୋଳରେ ବରଷା-ନିଶିରେ ସେ ଆସେ। ଶ୍ରାନ୍ତ କ୍ଳାନ୍ତ ଦେହ-ବଲ୍ଲରୀକୁ ନିଜ ଛାତି ଉପରକୁ ଟାଣିନିଏ। କିନ୍ତୁ ଯୌବନର ଏ ଉଦ୍ଦାମ ଆବେଗଭରା ପାଗଳ ମୁହୂର୍ତ୍ତରେ ସେ ଆସେନା-ଦୂରରେ ରହେ। ଦୂରରେ ରହିଲା ନୀହାର। ପାଗଳିନୀ ହେଲା ସାଗରୀକା। ବହୁ ପୁରୁଷଙ୍କର ସାନ୍ନିଧ୍ୟ, ଚାଟୁ ଗୁଞ୍ଜନ, ପ୍ରଶସ୍ତିରେ ସେ କସ୍ତୁରୀ-ମୃଗ ପରି ନିଜର ସୌରଭରେ ନିଜେ ମୁଗ୍ଧ ହେଲା। ସେ ସବୁ ଭୁଲିଲା। କେତେପ୍ରକାର ଘଟଣାର ଆବର୍ତ୍ତ ଭିତରେ ଅସହାୟ ଶୁଷ୍କ ପତ୍ର ପରି ସେ ଘୂରିବାକୁ ଲାଗିଲା। ତାକୁ ଥରେ ବିନୋଦ କହିଲା-''ଜାଣ ସାଗରୀକା! ନୀହାର ଭୀଷଣ ଖରାପ ଲୋକ। ତୁମ ପରି ସୁନ୍ଦର ସରଳ ଝିଅ ଯେ କାହିଁକି ତା'ପରି ଖରାପ ଚରିତ୍ରର ଲୋକ ସହିତ ମିଶୁଥିଲା; ଏଥିରେ ଆମେ ସମସ୍ତେ ଭାରୀ ଆଶ୍ଚର୍ଯ୍ୟ ହେଉଥିଲୁ।